ଡାକ୍ତର, ଶୁଭୁଛି ତମକୁ! ଆହେ ଡାକ୍ତର କ'ଣ ନିଦ ଭାଙ୍ଗୁନାହିଁ କି? -ନା, କୌଣସି ଉତ୍ତର ନାହିଁ। ମାଧବ କବାଟରେ ଧକ୍କା ଦେଲା। କବାଟ ଖୋଲିଗଲା। ଘରଟି ଶୂନ୍ୟ, କେହି ନାହିଁ। ମାଧବ ଓ ଫଟିକ୍ ବର୍ଷାର କୋଠରି ଆଗରେ ଠିଆ ହେଲେ। -ବର୍ଷା ଦେବୀ, ମୁଁ ମାଧବ କହୁଛି। -ଆପଣଙ୍କର କଣ୍ଠ ଚିହ୍ନିଛି। କ'ଣ ହେଲା? -ଡାକ୍ତର ନାହାନ୍ତି। ଆମେ ତାଙ୍କୁ ଖୋଜିବାକୁ ଯାଉଛୁଁ। ଯାହାହେଉ ଆପଣ କବାଟ ଖୋଲିବେ ନାହିଁ, ବୁଝିଲେ? -ହଁ, ବୁଝିଲି। -ଯଦି ଡାକ୍ତର ଆସି କହନ୍ତି ଯେ ମୁଁ ଏବଂ ଫଟିକ୍ ମରିଯାଇଛୁଁ ତଥାପି କବାଟ ଯେପରି ଖୋଲିବେ ନାହିଁ। -ବେଶ୍। -ମୁଁ ଏବଂ ଫଟିକ୍ ଯଦି ଏକାସାଙ୍ଗରେ ଆପଣଙ୍କୁ ଡାକିବୁଁ ତେବେ ଯାଇ କବାଟ ଖୋଲିବେ। -ଆଚ୍ଛା। ମାଧବ ତା'ପରେ କହିଲା-ଫଟିକ୍, ଚାଲ ତେବେ ଡାକ୍ତର ସନ୍ଧାନରେ ଯିବା। ସିଡ଼ିରେ ଓହ୍ଲାଇ ଯାଉଁ ଯାଉଁ ଫଟିକ୍ କହିଲା-ମୁଁ ଗୋଟାଏ କଥା ଭାବୁଥିଲି। -କ'ଣ? -ଆମକୁ ସାବଧାନ ହେବାକୁ ପଡ଼ିବ। ରିଭଲଭର୍ଟି ବୋଧହୁଏ ଡାକ୍ତର ପାଖରେ ଅଛି-। -ମିଛ କଥା, ସେଇଟା ମୋ ପାଖରେ ଅଛି। ପକେଟରୁ ରିଭଲଭର୍ଟି ବାହାରକରି ଦେଖାଇଲା। ରାତିରେ ଶୋଇବାବେଳେ ଦେଖେଁ ଯେ ଏଇଟା ଡ୍ରୟାରରେ ଥିଲା। ଥମକି ଠିଆହେଲା ଫଟିକ୍। ମାଧବ ତା' ମନର କଥାଟି ବୁଝିପାରି କହିଲା-ଆରେ ବୁଦ୍ଧୁ, ମୁଁ ତୁମକୁ ଗୁଳି କରୁନାହିଁ। ସାଙ୍ଗରେ ଯିବ ତ ଆସ, ନ ହେଲେ କବାଟ ବନ୍ଦ କରି ଘରେ ରୁହ। ମୁଁ ଏକୁଟିଆ ଚାଲିଲି। ଫଟିକ୍ ମାଧବ ସାଙ୍ଗରେ ଯାଉଁ ଯାଉଁ କହିଲା-ନା, ନା, ମୁଁ ରିଭଲଭର୍କୁ ଭୟ କରେନା-। ଆଗରେ ଆସିଥିବା କୌଣସି ବିପଦକୁ, କୌଣସି ଭୟକୁ ମୁଁ ଭୟକରେନା। ମୋର ଭୟ ରହସ୍ୟକୁ, ଗୁପ୍ତ ଘାତକକୁ, ଏଇ ଧରଣର ଭୌତିକ କାଣ୍ଡକୁ, ବୁଝିଲ! ଏଣେ ବର୍ଷା କୋଠରି ଭିତରେ ଏକୁଟିଆ ଶୋଇପାରିଲା ନାହିଁ। ମାଧବ ଓ ଫଟିକ୍ ଆସିବାକୁ ଅପେକ୍ଷାକରିବାକୁ ଲାଗିଲା। ଆଲୋକରେ କବାଟ ଓ କିଳିଣୀଟା ପରୀକ୍ଷା କରିନେଲା। ନା, ଏହି କବାଟ ଭାଙ୍ଗି ପଶିବା ତାଙ୍କ ପକ୍ଷରେ ଅସମ୍ଭବ। ଡାକ୍ତର ଦେହଜୋରରେ କବାଟ ଭାଙ୍ଗିପାରିବେନି। ତେବେ ବୁଦ୍ଧି ତ ଅଛି ତାଙ୍କର! ଆଚ୍ଛା, ବୁଦ୍ଧିରେ କ'ଣ କବାଟ ଖୋଲିପାରିବେ ଡାକ୍ତର? ମାଧବ ଗୋଟିଏ ଉପାୟ କହିଗଲା।। ହୁଏତ ଡାକ୍ତର ଆସି କହିବେ ଯେ ମାଧବ ଓ ଫଟିକ୍ର ମୃତ୍ୟୁ ଘଟିଛି। ତା'ଛଡ଼ା ହୁଏତ କହିବେ ଗୁରୁତର ଆହତ। ଯେତେ କାତରତା ପ୍ରକାଶ କଲେ ବି ବର୍ଷା ସେଥିରେ ଭୁଲିଯିବ ନାହିଁ। ସେ କଦାପି କବାଟ ଖୋଲିବ ନାହିଁ। ତେବେ ପେଟ୍ରୋଲ ଢାଳି ଯଦି କବାଟରେ ନିଆଁ ଲଗାଇଦିଅନ୍ତି, ତା'ହେଲେ? ତା'ହେଲେ ସେ ଝରକାରେ ତଳକୁ ଡିଆଁ ମାରିଦେବ। ଯାହାହେଉ ସେ ମରିବ ନାହିଁ। ଝରକାରେ ଠିଆହେଲା ବର୍ଷା। ମୁହଁ ଆଖିରେ ଲାଗିଲା ଥଣ୍ଡା ପବନର ସ୍ପର୍ଶ। ବାହାରକୁ ଅନାଇଲା ବର୍ଷା। ନା, ଭୋର ହେବାକୁ ଆଉ ଡେରି ନାହିଁ। କବାଟରେ ଠକ୍ ଠକ୍ ଶବ୍ଦ। -କିଏସେ? -ମୁଁ ଫଟିକ୍। -ମୁଁ ମାଧବ। ବର୍ଷା କବାଟ ଖୋଲିଦେଲା। ବାହାରେ ଦି'ଜଣ: ଆଣ୍ଠୁ ପର୍ଯ୍ୟନ୍ତ ପାଣିରେ ଓଦା। ବର୍ଷା କାନ ଦିଓଟି ଚାପି ଚିତ୍କାର କଲା-ପୁଣି, ପୁଣି ସେଇ ଇସ୍କା ପାନ ବିବି। ଦ୍ଵୀପ ଉପରେ ସୁନେଲି ଖରା ବିଞ୍ଛୁଡ଼ି ହୋଇ ପଡିଛି। ଝଡ଼ ଥମିଛି। ମେଘ କଟିଯାଇଛି-। ପାଗ ବଦଳିବା ସଙ୍ଗେ ମନଟା ମଧ୍ୟ ବେଶ୍ ଭଲ ଅଛି। ସେମାନେ ତିନିଜଣ ସମୁଦ୍ରକୂଳରେ ବସିଛନ୍ତି। ଫଟିକ୍, ମାଧବ ଓ ବର୍ଷା। ମନେହେଉଛି ସେମାନେ ଯେପରି ଏକ ଦୁଃସ୍ୱପ୍ନରୁ ମୁଣ୍ଡ ଟେକିଛନ୍ତି।